ନାରୀର ହୃଦୟ ଦେଇ ସେ କାହାକୁ କ୍ଷଣକ ପାଇଁ ଭଲ ପାଇପାରିଲା ନାହିଁ। ଯେଉଁ ପୁରୁଷକୁ ଦେଖିଲା ମାତ୍ରେ ନାରୀର ରକ୍ତରେ ନିଆଁ ଲାଗେ, ଅନ୍ତରରେ ପ୍ରଳୟର ଝଞ୍ଜା ବହେ, ସେହି ପୁରୁଷକୁ ପାଇବା ପାଇଁ ନାରୀ ବ୍ୟାକୁଳ ହୋଇପଡ଼େ। ସେପରି ପୁରୁଷ ସେ ବ୍ୟବସାୟ କଲା ଦିନ ପାଖରୁ କେବେହେଲେ ଦିନକ ପାଇଁ ଦେଖିନଥିଲା। ସେ ଭାବିଥିଲା ଯେଉଁ ପୁରୁଷକୁ ଦେଖିଲା ମାତ୍ରେ ନାରୀ ତା'ର ସ୍ଥାୟିତ୍ୱକୁ ଭୁଲିଯାଇ ତା'ର ମନ ଓ ହୃଦୟକୁ ଛାଏଁ ଛାଏଁ ଅର୍ପଣ କରିଦିଏ ସେପରି ପୁରୁଷ କାହିଁକି ବା ବେଶ୍ୟା ଘରକୁ ଆସିବ? ରୂପ ଯାହାର ଜୀବିକା, ଛଳନା ଯାହାର ଧର୍ମ ସେପରି ସ୍ତ୍ରୀକୁ କ'ଣ ପୁରୁଷ ଭଲପାଏ? ବୁଦ୍ଧି ବିବେକ ଶୂନ୍ୟ ମଣିଷ ନାରୀର ରୂପ ଦେଖି ତନ୍ମୟ ହୁଏ କିନ୍ତୁ ପ୍ରତ୍ୟେକ ଚିନ୍ତାଶୀଳ ବ୍ୟକ୍ତି ହିଁ ନାରୀର ରୂପକୁ ଧିକ୍କାର କରି ଗୁଣକୁ ଆଦର କରନ୍ତି। ସେଦିନ ରମାକାନ୍ତକୁ ଦେଖିଲାମାତ୍ରେ ଆଶାଲତାର ସର୍ବାଙ୍ଗ ଶିଥିଳ ହୋଇପଡ଼ିଥିଲା। ନୂପୁର ପାଦରୁ ଫିଟାଇ ଦେଇ ସେ ଘର ଭିତରକୁ ପଳାଇ ଯାଇଥିଲା। ନୃତ୍ୟଶାଳାର ପେଶାଦାର ଗ୍ରାହକମାନେ ଅସ୍ଥିର ହୋଇଉଠିଥିଲେ। ହଠାତ୍ ବେହେଲାର ସ୍ୱର ବନ୍ଦ ହୋଇଯାଇଥିଲା। ଭିତରୁ ଖବର ଆସିଲା ଶାରୀରିକ ଅସୁସ୍ଥତା ହେତୁ ଆଜି କୌଣସି ପ୍ରକାରେ ଆଶାଲତା ଅଭ୍ୟାଗତମାନଙ୍କର ମନୋରଞ୍ଜନ କରିପାରିବେ ନାହିଁ। ମନ ବିରକ୍ତିରେ ଯେ ଯାହାର ବାଟରେ ଫେରିଗଲେ କିନ୍ତୁ ଯିବାବେଳେ ପୁଳା ପୁଳା ନୋଟ ଘରର ଚଟାଣ ଉପରେ ଅଜାଡ଼ି ଦେବାକୁ ସେମାନେ ମୋଟେ ପଶ୍ଚାତ୍ପଦ ହୋଇନଥିଲେ। ରମାକାନ୍ତ ଗୋଟାଏ ଦୀର୍ଘଶ୍ୱାସ ପକାଇ ପଦାକୁ ଗୋଡ଼ କାଢ଼ିବା ପୂର୍ବରୁ ପକେଟରୁ ଦଶଟଙ୍କିଆ ନୋଟଟିଏ ବାହାର କରି ଘରର ଚଟାଣ ଉପରେ ଥୋଇଦେଇଛନ୍ତି କି ନାହିଁ ଆଶାଲତା ଦ୍ରୁତ ପଦକ୍ଷେପରେ ସେଠାରେ ଉପସ୍ଥିତ ହୋଇ ରମାକାନ୍ତର ହାତ ଧରିପକାଇ କହିଲା, ''ଆପଣ ଏ ପାପପୁରୀରେ ଏକାବେଳକେ ନୂଆ। କୌଣସି ପାପ ନ କରି ମଧ୍ୟ ପ୍ରାୟଶ୍ଚିତ କରିବାକୁ ଯାଉଛନ୍ତି କାହିଁକି? '' ରମାକାନ୍ତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ଶୁଣିଥିଲେ ଯେଉଁମାନେ ବେଶ୍ୟାବୃତ୍ତି କରନ୍ତି ତାଙ୍କ ଆଖିରେ ଅର୍ଥ ହେଉଛି ସବୁଠାରୁ ବଡ଼ ଜିନିଷ। ସେମାନଙ୍କ ଆଖି ଦୁଇଟା ଅର୍ଥ ଚିହ୍ନିବାକୁ ଯେତେ ଅଭ୍ୟସ୍ତ ପୁରୁଷର ଅନ୍ତର ଚିହ୍ନିବାକୁ ସେତେ ଅଭ୍ୟସ୍ତ ନୁହେଁ। ଯେଉଁ ସ୍ତ୍ରୀ ପୁରୁଷର ହୃଦୟ ଚିହ୍ନେ, ଯେଉଁ ସ୍ତ୍ରୀ ତା'ର ସର୍ବସ୍ୱ ବିନିମୟରେ ପୁରୁଷକୁ ନିଜର କରିନିଏ, ସେହି ସ୍ତ୍ରୀ ପୁରୁଷ ଆଖିରେ ବେଶ୍ୟା ନୁହେଁ। ସେ ହେଉଛି ପୁଣ୍ୟତୋୟା, ଗଙ୍ଗାଠାରୁ ମଧ୍ୟ ଅଧିକ ପବିତ୍ର। ଆଶାଲତାର କଥା ପଦକରେ ରମାକାନ୍ତର ମନର ଭାବ କ୍ରମେ କ୍ରମେ ବଦଳିଗଲା। ସେ ଭାବିଲେ ଆଶାଲତାର ଏହି ରକ୍ତମାଂସର ଘୃଣ୍ୟ ଶରୀର ମଧ୍ୟରେ ସତୀସାବିତ୍ରୀର ପୁଣ୍ୟାତ୍ମା ନିଶ୍ଚୟ ବିଦ୍ୟବାନ। ତାହା ହୋଇନଥିଲେ ସେ ତାହାର ଏହି ନୃତ୍ୟଶାଳାକୁ ପାପପୁରୀ କହନ୍ତା କିପରି? ରମାକାନ୍ତଙ୍କ ଅଜ୍ଞାତସାରରେ ତାଙ୍କ ପାଟିରୁ ବାହାରିଗଲା, ''ପାପପୁରୀ ବୋଲି କ'ଣ କହୁଛ? '' ଅବିଚଳିତ କଣ୍ଠରେ ଆଶାଲତା ଉତ୍ତରଦେଲା ''ଯେଉଁ ଘରେ ଜଘନ୍ୟ ମନୋବୃତ୍ତି ନେଇ ନାରୀ ସାମାନ୍ୟ କେତୋଟି ମୁଦ୍ରା ପାଇଁ ତାହାର ନାରୀତ୍ୱକୁ ବଳିଦିଏ, ସେହି ଘରଟା କ'ଣ ଆପଣଙ୍କ ଭାଷାରେ ସ୍ୱର୍ଗଦ୍ୱାର? '' ସଙ୍ଗେ ସଙ୍ଗେ ରମାକାନ୍ତ ଉତ୍ତରଦେଲେ ''ସ୍ୱର୍ଗଦ୍ୱାର ଅର୍ଥ ସସୀମ। ତେଣୁ ମୁଁ କହେ ଯେଉଁଠାରେ ମଣିଷ ନିଷ୍ପାପ ହୃଦୟରେ ଜୀବିକା ନିର୍ବାହ କରେ ତାହା ହେଉଛି ବୈକୁଣ୍ଠ। '' ଆଶାଲତା ନ ହସି ରହିପାରିଲା ନାହିଁ। ସେ କହିଲା ''ଆପଣ ଏଠାକୁ ଆସିବା ଆଗରୁ ସାମାନ୍ୟ କେତୋଟି ଅର୍ଥ ବଞ୍ଚାଇବା ପାଇଁ ଯଥେଷ୍ଟ ପରିଶ୍ରମ କରି ଅଭିଧାନ ଖୋଲି ଏମିତି କେତେଗୋଟି ଯେ ସାଧୁଶବ୍ଦ ଯୋଗାଡ଼ କରି ଆସିଛନ୍ତି ସେଥିପାଇଁ ଆପଣଙ୍କୁ ଧନ୍ୟବାଦ। ଆପଣଙ୍କୁ କୌଣସି ପ୍ରକାରେ ଖର୍ଚ୍ଚାନ୍ତ କରିବା ମୋର ଅଭିପ୍ରାୟ ନୁହେଁ। '' ''ଏହାର ଅର୍ଥ? '' ଏତିକି କହି ରମାକାନ୍ତ ଆଶାଲତାକୁ ଅନାଇଲେ। ଆଶାଲତା ହସି ହସି କହିଲା, ''ମୁଁ ମଣିଷକୁ ଯେତେ ନ ଚିହ୍ନେ ସେମାନଙ୍କର ହୃଦୟକୁ ସେତେ ଚିହ୍ନେ। ଦେହ ପାଇଁ ଯେତେବେଳେ ବ୍ୟବସାୟ କରିଛି ଲୋକର ମନ ନ ଚିହ୍ନିଲେ ବ୍ୟବସାୟ ଚଳିବ କିପରି? '' ରମାକାନ୍ତ କୌଣସି ଜବାବ୍ ଦେଲେ ନାହିଁ। ସେ କେବଳ ମୁହଁପୋତି ପଦାକୁ ବାହାରି ଆସିଲେ। ଆଶାଲତା ଦୀର୍ଘଶ୍ୱାସ ପକାଇ ଦ୍ୱାର ବନ୍ଦ କଲା। ନୀରବ ପ୍ରହରୀ ଭଳି ରାସ୍ତାର ଉଭୟ ପାର୍ଶ୍ୱରେ ଧାଡ଼ି ଧାଡ଼ି ହୋଇ। ବତୀଖୁଣ୍ଟଗୁଡ଼ିକ ଛିଡ଼ା ହୋଇଥିଲେ। ରମାକାନ୍ତ ଗୋଟିକ ପରେ ଗୋଟିଏ ବତୀଖୁଣ୍ଟ ଅତିକ୍ରମ କରି ଘରକୁ ଫେରିଲେ। ସେତେବେଳକୁ ଅନେକ ରାତି ହୋଇଥାଏ। ଶୋଇ ଶୋଇ ରମାକାନ୍ତ କେବଳ ଭାବିବାକୁ ଲାଗିଲେ ଆଶାଲତାର ବିଦାୟକାଳୀନ ସେହି କଥାପଦକ।